ନା, ନା, କେହି ନୁହେଁ ତ! ତଥାପି ଗୁଇନ୍ଦା ପୋଲିସ ଇନ୍ସପେକ୍ଟର ଫଟିକ୍ ଆଖିରେ ନିଦ ନ ଥିଲା। ସେ ଭାବୁଛି ଏହା ପରେ କାହାର ପାଳି ପଡ଼ିବ? ମୋର ନୁହେଁ ନିଶ୍ଚୟ। ମୁଁ ପୋଲିସ ପଦକ ପାଇଛି। ଗୁଇନ୍ଦା ହିସାବରେ କେଡେ ବଡ଼ ନାମ ଅର୍ଜନ କରିଛି। ମୋ ଆଗରେ ପୁଣି ଏଇ କେତେଟା ଘଡ଼ିରେ ବାରଟା ବାଜିଲା। ମହମବତୀଟି ଜଳୁଛି। ଫଟିକ୍ ଶୋଇ ଶୋଇ ଭାବୁଛି। ଫଟିକ୍ ଦିଆସିଲି ଟା ଆଣି ତକିଆ ତଳେ ରଖିଲା। ମହମବତୀ ଲିଭେଇଦେଲା। ଅନ୍ଧକାର। ଗଭୀର ଅନ୍ଧକାର। ଅନ୍ଧକାର ଭିତରେ ମନେପଡ଼ିଗଲା ସେହିମାନଙ୍କର ମୁହଁ ଯେଉଁମାନେ ଆଜି ନାହାନ୍ତି: ବିନୋଦିନୀ, ରଘୁନାଥ, ରଘୁନାଥର ସ୍ତ୍ରୀ, ପ୍ରବୀଣକୁମାର, ଜଜ୍ ସାହେବ, ମଥୁରାନନ୍ଦ। ତା ପରେ ସେହି ମୁହଁଟି ଜେମ୍ସ ଆଂଲୋ। ତାହାର ସ୍ତ୍ରୀର ମୁହଁ। ଦୁଃଖ ବେଦନାରେ କ୍ଳାନ୍ତ ମୁହଁଟି। ଜେମ୍ସ ଆଂଲୋର ଗୋଟିଏ ଛୋଟ ଝିଅ ଥିଲା। ଆହା, ସେ ଝିଅଟି ପୁଣି ଗଲା କୁଆଡ଼େ? ଅନ୍ଧକାର ଭିତରେ ହଠାତ୍ ଆବିର୍ଭାବ ହେଲା ସେଇ, ସେଇ ଇସ୍କାପାନ ବିବି। ମୁଖରେ ବିକଟାଳ ହସ। ସେଇ ନିଷ୍ଠୁର କ୍ରୂର ହସ। ଆଗେଇଆସୁଛି ଧୀରେ ଧୀରେ। ଅନ୍ଧକାର ଭିତରେ ତକିଆ ତଳେ ହାତ ପୂରାଇଲା। ଦିଆସିଲି ହଁ, ଦିଆସିଲି ଟା ପୁଣି ଗଲା କୁଆଡ଼େ? ବାରଣ୍ଡାରେ ପୁଣି କାହାର ପଦଶବ୍ଦ! ହଁ ହଁ, ଏଇ ତ ସେ ଶୁଣିପାରୁଛି। ହଁ, ଶୁଣୁଛି ସେ ତ ଠିକ୍ ଶବ୍ଦଟି। ତା ପରେ ଧୀରେ ଧୀରେ ପାଦଶବ୍ଦଟି ମିଳାଇଯାଉଛି। ପାଞ୍ଚଟି ପ୍ରେତାତ୍ମା କ'ଣ ପୁଣି ଜାଗିଲେଣି? ସେମାନେ ପୁଣି କ'ଣ ପ୍ରତିଶୋଧ ନେବାକୁ ନା, ସେ ପୋଲିସ ଗୁଇନ୍ଦା। ସେ ବାହାରକୁ ଯିବ। ବ୍ୟାପାରଟି କ'ଣ, ଦେଖିବାକୁ ଚାହେଁ। ହତ୍ୟାକାରୀ କବାଟ ବାହାରେ ତା ଅପେକ୍ଷାରେ ହୁଏତ ଠିଆ ହୋଇଛି। ତେବେ ଯିବାଟା ଏକଦମ ବୋକାମି ହେବ। ଫଟିକର ମନେହେଉଛି ଯେପରି ସେ ଶୁଣିପାରୁଛି ଘର ଭିତରେ କାହାର ଚପା ଗୁଞ୍ଜନ। ନରକର ବନ୍ଦୀଶାଳାରୁ ଯେପରି ମୁକ୍ତି ଲାଭ କରିଛନ୍ତି ଅତୃପ୍ତ ଆତ୍ମାର ଦଳ। ତାଙ୍କର ଆଳାପରେ ରାତ୍ରିର ଆକାଶ ଭରିଯାଇଛି। ନା, ନା, ଏସବୁ ତାହାର ନିଦ୍ରାହୀନ ଅତୃପ୍ତ ମଥାର କଳ୍ପନା ବିକାର। ନା, ଏଇଟା କଳ୍ପନା ନୁହେଁ। ସେ ତ ଶୁଣିପାରୁଛି ପଦଶବ୍ଦ। ଏଇ ତ କଥାବାର୍ତ୍ତା ମଧ୍ୟ ଶୁଣାଯାଉଛି। ପୁଣି ପାଦର ଶବ୍ଦ। ଜଣେ ନା ଦୁଇ ଜଣ? ହୁଏତ ଜଣେ ବା ଦୁଇ ଜଣ ଏକାସାଙ୍ଗରେ ପାଦ ପକାଉଛନ୍ତି। ଶବ୍ଦଟି ପୁଣି ଆଗେଇଆସୁଛି ଧୀରେ ଧୀରେ। ତା ପରେ ସିଡ଼ିରେ ଓହ୍ଲାଇଯିବାର ଶବ୍ଦ। ଫଟିକ୍ ମନ ସ୍ଥିର କଲା। ପକେଟରେ ଦିଆସିଲି ଟା ରଖିଲା। ଟେବୁଲ ଲ୍ୟାମ୍ପର ବଲ୍ବ ଓ ସେଡ୍ ଟି ଖୋଲିଦେଲା। ସୁଇଚ୍ ବୋର୍ଡରୁ ଖୋଲିନେଲା ପ୍ଲଗ୍। ଓଜନିଆ ଧାତୁର ଲ୍ୟାମ୍ପ ଷ୍ଟାଣ୍ଡଟି ହତିଆର ରୂପେ ଚମତ୍କାର। ପାଦରେ ମୋଜା ଥିଲା। ଜୋତା ନ ପିନ୍ଧି ପାଦ ଟିପି ଟିପି ବାରଣ୍ଡାକୁ ବାହାରିଆସିଲା। ବାହାରେ ପବନ ସ୍ଥିର। ମେଘ କଟିଯାଇଛି। ଆକାଶରେ ଚନ୍ଦ୍ରର ଆଲୋକ। ସେହି ଆଲୋକରେ ଫଟିକ୍ ଦେଖିଲା, ଆରେ, ଏଇଟା ଯେ ଇସ୍କାପାନ ବିବି, ନା! ଘରୁ ଯେପରି ଛାୟାଟି ବାହାରିଗଲା ହଠାତ୍ ଛିଡ଼ାହେଲା। କି ବୋକାମି କରୁଥିଲା ସେ! ହୁଏତ ତାକୁ ଫାନ୍ଦରେ ପକାଇବା ପାଇଁ ଆତତାୟୀ ଏକ ଆୟୋଜନ କରିଛି। ଏଇ ତ ସୁଯୋଗ। ଏବେ ସେମାନେ ଚାରି ଜଣ ଅଛନ୍ତି। ଦେଖିବାକୁ ହେବ କାହାର ଘର ଖୋଲା। ସନ୍ଦେହ ନାହିଁ ସେ ହତ୍ୟାକାରୀ। ଡାକ୍ତରଙ୍କ କବାଟରେ ଠକ୍ ଠକ୍ ଆୱାଜ କଲା ଫଟିକ୍। ନା, କୌଣସି ଉତ୍ତର ନାହିଁ। ଗଲା କୁଆଡ଼େ? ଅଛି ନା ଗଲାଣି? ତା ପରେ ମାଧବ କବାଟରେ ଶବ୍ଦ କଲା। ମାଧବ ଉତ୍ତର ଦେଲା, କିଏ ସେ? ମୁଁ ଫଟିକ୍। ଡାକ୍ତର ତା ଘରେ ନାହିଁ। ଆଚ୍ଛା, ମୁଁ ଆସୁଛି, ଅପେକ୍ଷା କର। ବର୍ଷା ଘର କବାଟରେ ହାତ ମାରିବା ମାତ୍ରକେ ବର୍ଷା ପାଟିକରି ଉଠିଲା, କିଏ ସେ? ମୁଁ ଫଟିକ୍। ଠିକ୍ ଅଛି। ଏଣେ ମାଧବ ହାତରେ ମହମବତୀ ଧରି ବାହାରିଆସି କହିଲା, କିହେ ଫଟିକ୍, ଏତେ ରାତିରେ ଘୂରିବୁଲୁଛ କାହିଁକି? ଫଟିକ୍ ସବୁ କଥା କହିଲା। ମାଧବ ରାଗରେ ଫୁଲିଉଠିଲା, ତେବେ ଏସବୁ ମୂଳରେ ଡାକ୍ତର। ଚାଲ ଦେଖିବା। ସେମାନେ ଡାକ୍ତର ଘର କବାଟରେ ଥରକୁ ଥର ଶବ୍ଦ କରି ଡାକିଲେ, ଡାକ୍ତର, ଡାକ୍ତର!